ବହୁ ଆକାଙ୍କ୍ଷା ନେଇ ଅଧ୍ୟୟନରତ ହୋଇଥିଲେ ଏଇମାନେ। ଗୋଟାଏ ଉନ୍ମାଦନା, ଜୀବନର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ଘରକୁ ଫେରିବାର ରାସ୍ତା ବନ୍ଦ। ମହାନଗରୀର ନିକମା ଶିକ୍ଷା ଅନ୍ନ ବସ୍ତ୍ର ଉପାର୍ଜନ କ୍ଷମତା ଦେଇ ପାରିଲା ନାହିଁ। ବହୁ ଚାକିରୀ ଓ ଚାକିରୀଆ, କାଗଜ ପରେ କାଗଜ ପଢ଼ିଲେ। ଚାରିଆଡ଼ ଦରାଣ୍ତିଲେ। ବହୁତ ଚାକିରୀ ଖାଲି ପଡ଼ିଥିବାର ବିଜ୍ଞାପନ ପାଠ କଲେ। ଅଫିସରେ ପହଞ୍ଚିଲେ। ସବୁଠାରେ ଟିକିଏ ହସ, ଏବେ ନାହିଁ, ପରେ ଆସ, ଆଛା ଦେଖିବା, ପରସେଣ୍ଟ ଅଫ ମାର୍କ ଆଉ ଟିକିଏ ଅଧିକ ଚାହି, ସ୍ୱାସ୍ଥ୍ୟ ଉନ୍ନତ ହେବାର ଆଶା କରାଯାଏ, ରୂପରେ ମାଦକତା ଆବଶ୍ୟକ ଓ ମନ ଟାଣିଲା ଆଖି ଦରକାର, ଉଚ୍ଚତା ଆଶାନୁରୂପ ନୁହେଁ, ସରସତାର ଅଭାବ। ଖାଲି ନାହିଁ, ନାହିଁ ଆଉ ନାହିଁ। ଏଇ ବାଲିର ସଂଖ୍ୟା ଗଣି ହେବ ସିନା, ଏଇ ଅସରନ୍ତି ନାହିଁର ସଂଖ୍ୟା ନାହିଁ ଅସଂଖ୍ୟ। ମହାନଗର ବ୍ୟାଙ୍କ ସଂଖ୍ୟା, କେତେ ଅଧିକ ସତେ! ଆଉ କାଉଣ୍ଟରରେ ଅବିରାମ ଟଙ୍କା ଗଣା ଚାଲିଚି। ଅସଂଖ୍ୟ ମୁଦ୍ରା, ମୁଦ୍ରା ସ୍ରୋତ ଚାଲିଚି। କ୍ଷମର ସାଗର କୂଳରେ ବାସ କରି ମଣିଷ ରହୁଚି ଶୋଷିଲା। ପେଟ ରହୁଚି ଅପୂରା। ଆଉ ଧଳା ହାତୀ ପଞ୍ଝାକୁ ପଞ୍ଝା ଚାଲିଚନ୍ତି ମଟରରେ ଧୁଆଁ ଉଡ଼ାଇ। ହୁଏତ ଆନନ୍ଦ ସେମାନଙ୍କର ଗଗନ ପବନ କମ୍ପାଇ ଦେଉଥିବ। ଆଉ ଏ ବେକାରଙ୍କ କଥା! ଓଳିଏ ଖାଇଲେ ଆଉ ତିନି ଓଳି କଳର ପାଣିରେ ପେଟ ପୂରି ଉଠୁଚି। ଜାମା, ପୋଷାକ ଛିଣ୍ତିବାରେ ଲାଗିଲାଣି। ଶିଇଁବାର ଉପାୟ ନାହିଁ। ରାତିରେ ଉଲଗ୍ନ ରହି ନିର୍ମଳ କରାଯାଉଅଛି। ସଭ୍ୟ ଜଗତର ପୋଷାକକୁ। ଘରବାଲା ନୋଟିସ୍ ଦଉଚି। ହୋଟେଲବାଲା ଧମକ ଦଉଚି। ଚାରିଆଡ଼େ ସେତେ ଅବା ନିର୍ଯାତନାର ଧଉଡ଼ ଏଇମାନଙ୍କ ଆଡ଼େ। ଅତ୍ୟାଚାରରର ହାତୁଡ଼ି ପ୍ରହାର ଏଇମାନଙ୍କ ଉପରେ। ନିଜ ଚିନ୍ତା, ତା ଉପରେ ଘରର ଚିନ୍ତା, ବୋଝ ଉପରେ ନଳିତା ବିଡ଼ା। ଖାଇଲାବେଳେ ବୋଉ କାନ୍ଦି କାନ୍ଦି କହିଥିଲା—ପୁଅରେ, ଘର ଅବସ୍ଥା ଦେଖିଯାଉଚୁ। ଚାକିରୀ କରି ଟଙ୍କା ପଠାଇବୁ, ନାଇଁ ତ ଠୁକ୍ ଠାକ୍ ହୋଇ ସଭିଏଁ ମରିବୁ। ତୋ ପାଠପଢ଼ାରେ ମାଣେ କୁଣେ ଯାହା ଥିଲା, ସବୁ ବିକାଗଲା। ବାପା କାହାର ବା କହିଥିଲେ, 'ବୋଉ ଭାଗ୍ୟବତୀ ଚାଲିଗଲା। ରଖିଗଲା ତିନି ତିନିଟା ଅଭିଆଡ଼ୀ ଝିଅ। 'ଝିଅ ଘିଅ' ରହିବା ବଡ଼ ଅପରାଧ, କିଏ ଜାଣେ କ'ଣ ହେବଟି। ' ଏକଥା ଶୁଣି ଭଉଣୀଟିମାନ ରାହା ଧରି କାନ୍ଦିଥିଲେ। ସାନ୍ତ୍ୱନା ଦେଇ ଭାଇ ଧଉଡ଼ି ଆସିଚି ମହାନଗରୀର କ୍ରୋଡ଼କୁ। ଗରିବ ଭାଇ ଓ ଭାଉଜ। ମୁଣ୍ଡ ଝାଳ ତୁଣ୍ତରେ ମାରି ରୋଜଗାରରୁ ଖେଣ୍ଟି ଖେଣ୍ଟି ନିଜେ କଣ୍ଟା ହୋଇ ପଢ଼ାଇଥିଲେ ପାଠ। ପାଠ ସରିବ। ରୋଜଗାର ଧନ ଆସିବ। ଘର ସଂସାର ହସିଉଠିବ। ଏଇପରି କେତେ କେତେ କଥା। ସବୁ ଗୁଡ଼ିକର ଢଙ୍ଗ ଏକ, ରୂପ ଅନେକ। ଛାତି ପଥର ହୋଇଯାଏ। ଆଖିରୁ ନିଆଁ ବାହାରେ। ନାକରୁ ଖରନିଶ୍ୱାସ ବାହାରେ। ମାଂସପେଶୀ ନାଚିଉଠେ। ଗୋଡ଼ ଓ ହାତ ମୁଠା ମୁଠା ହୋଇଉଠେ। ମୁଣ୍ତ ଚହଲିଯାଏ। ବିବେକର ବେକ ଆପେ ଆପେ ମୋଡ଼ି ହୋଇଯାଏ। ମଣିଷ ହୋଇଯାଏ ରାକ୍ଷସ। ସଭ୍ୟତା ପ୍ରତି ତାର ଜାଗିଉଠେ ପ୍ରତିହିଂସାର ବହ୍ନି। ଅଗ୍ନି ସଂଯୋଗ କରି ମାନବ ଜଗତକୁ ଜାଳି ପୋଡ଼ି ସେଇ ଚିତାରେ ନିଜକୁ ପୋଡ଼ି ଦେବାପାଇଁ କରେ ପଣ। ରକ୍ତହୀନତା ଜନ୍ମାଇଦିଏ ରକ୍ତପାତ ପାଇଁ ପ୍ରତିଜ୍ଞା। ସୃଷ୍ଟି ବିରୁଦ୍ଧରେ ସେ କରେ ଯୁଦ୍ଧ ଘୋଷଣା, ଧ୍ୱଂସରେ ସେ ଦେଖେ ଆନନ୍ଦ। ପାଞ୍ଚୁଟା ଗାତ ହୋଇ ଆଉ ପାଞ୍ଚୁଟା ଖାଲର ହୁଏ ପୂରଣ। କେତେ ଭଙ୍ଗାରୁଜା ଘର ଉପରେ ଗଢ଼ିଉଠେ ଉନ୍ନତ ଅଟ୍ଟାଳିକା। କେତେ ଦୁଃଖୀ ରଙ୍କିଙ୍କ ମୁହଁରୁ କାଢ଼ି ଆଣି ଧନାଢ଼୍ୟ ବ୍ୟକ୍ତି ତାର ପୁଞ୍ଜି ଜମା ରଖିଥାଏ ବ୍ୟାଙ୍କରେ, ଏଇଟା ନିରାପଦ ସ୍ଥାନ। ଚୋର ଚୋରାଇ ପାରେନା। ନିଆଁ ପୋଡ଼ି ଜାଳି ପାରେନା। ଏଇ ପଇସା ବଳରେ ମୁଷ୍ଟିମେୟ ବ୍ୟକ୍ତି କେତେ ସୁନାର ସଂସାରକୁ ଚୂନା କରି ଖେଳ ଖେଳାଇ ଚାଲିଚନ୍ତି। ମାତ୍ର କେତୋଟି ଲୋକ ଗୋଟାଏ ଗୋଟାଏ ରାଷ୍ଟ୍ରର ଭାଗ୍ୟ ବିଧାତା, ତ୍ରାଣକର୍ତ୍ତା, ଭବିଷ୍ୟତ ନିର୍ମାତା। ଏଇ କେଇଟାଙ୍କୁ ରକ୍ଷା କରୁଚନ୍ତି କେତୁଟା ନିମକସଚ୍ଚା ନୌକାର ଆଉ ଅସ୍ତ୍ର, ଶସ୍ତ୍ର ଗୋଳ ବାରୁଦ। ଏ ହରିଲୁଟକୁ ବନ୍ଦ କରିବାକୁ ହେବ।